ଖାଲି ଆଙ୍ଗୁଠିରେ ଷ୍ଟେସନ ଘରଆଡ଼କୁ ଯିବାକୁ ଠାରି ଦେଇ ଆପଣା କାମରେ ଚାଲିଗଲା। ରୂପେଇ ଷ୍ଟେସନରେ ପହଁଚି ମୁଶାଫିର୍ଖାନା, ଅଫିସ ଘର, ପାନବିଡ଼ି ଦୋକାନ ସବୁଆଡ଼େ ଉଁକି ମାରି ଅନ୍ଧିସନ୍ଧି ଦେଖିଲା-। ସନ୍ଧାନ କଲା–ମାଣିକ ତା'ର ଆଇଚି କି ନାଇଁ। ଯା'କୁ ଆଗରେ ଭେଟେ ପଚାରି ବସେ–ଆରେ ବାପ, ଜଣେ ସଫେତ୍ ଗୋରା, ଛଇ ଛାଡ଼ ଭେଣ୍ଡା ପିଲାଟିଏ ଦେଖିଚ। ତା' ବାଳ ଖୁବ୍ କଳା ଘୁମର, କୁଞ୍ଚୁକୁଞ୍ଚିଆ–ମୁଣ୍ଡରେ ମୁଣ୍ଡେ ବାଳ। ବୁଝିଲ ବାପ, ସେ ମୋରି ମାଣିକ–ମୋର ଏକା ବୋଲି ଆଶରା। ଦେଖିଚ ତାକୁ ବାପ? କେହି ତା' କଥାରେ କାନ ଦିଅନ୍ତିନି। କେହିବା ପାଗଳୀଟା ଭାବି ଆଣହେଳା ଦେଖେଇ ହସି ଦିଅନ୍ତି। କିଏ କୁହେ, ବସିଥା ବୁଢ଼ୀ, ଗାଡ଼ି ଅଇଲା ବେଳ ହେଇନି–ଢେର୍ ଡେରି ଅଛି। ଏତେ ଲୋକଙ୍କ ଭିତରେ ବୁଢ଼ୀର ଦୁଃଖ କିନ୍ତୁ ଜଣଙ୍କ ଦିହକୁ ଲାଗିଲା। ସେ ଜଣେ ଚପରାସି। ରାତି ନ'ଟା ଡାକ ରାତିରେ ସେ ବାଲେଶ୍ଵର ଯିବ। ଅନ୍ୟ ସୁବିଧା ନ ଦେଖି ଷ୍ଟେସନରେ ସେତେବେଳ ଯାକେ ରହିବ ବୋଲି ବସିଥାଏ। ତେଣୁ ସେ ଏଇ ଅଳସ ସମୟତକ ବୁଢ଼ୀ ସହିତ ଗପ କରି କଟେଇ ଦେବା ପାଇଁ ରୂପେଇକି ନିଜ ପାଖରେ ଡାକି ବସାଇଲା। ବୁଢ଼ୀର ଅସ୍ଥିରତା ଦେଖି ସେ ତାକୁ ସାନ୍ତ୍ଵନା ଦେଇ କହିଲା–ଭାବନା କରନା ମାଉସି, ଗାଧୋଇ ପାଧେଇ ଖିଆପିଆ କର, କଲିକତା ଗାଡ଼ି ଆସିବାକୁ ଅନେକ ଡେରି ଅଛି। –ନା, ନା, ଗାଧୁଆ ପାଧୁଆ କଥା ହବନି। ବାପ, ମାଣିକ ତ ମୋର ମୋରି ପରି ଅଗାଧୁଆ, ଅଖିଆ ବଇଥବ; ମୋ ଜୀବନ କଣ–ତା' ଚାହିଁ ଏଡ଼େ ସାର ହେଲା। ଏମିତି ବସିଥିବି, ସେ ଆଇଲେ ଯାଇ ସବୁକଥା।... ରୂପେଇ ଏଇତକ ସଂକ୍ଷେପରେ ଉତ୍ତର ଦେଲା। ତାହାପରେ ଅନେକ ବେଳ କଟିଗଲା। ଅନେକ କଥା ପରେ ରୂପେଇ ଚପରାସିକି ତାହାର ଜୀବନର ଇତିହାସ ଶୁଣେଇଲା–ସେ ଯେତେବେଳେ ଭସେଇ ଦେଇ ଗଲା, ଛୁଆଙ୍କୁ ମୋର ମୋଟେ ପାଞ୍ଚ ବରଷ। ପେଜ ତୋରାଣି ପେଇ ନଖାଇ ନପିଇ ପୁଅ ଦୁହିଁଙ୍କି ମୋର ମଣିଷ କଲି। କପାଳ ମୋର ଭାରୀ ହୀନ। ଶଙ୍ଖା କାଢ଼ିବାର କୋଡ଼ିଏ ବରଷ ନ ପୁରୁଣୁ, ଅନ୍ଧୁଣୀ ଯମ, କୋଳରୁ ମୋର ଭେଣ୍ଡା ପୁଅ ମଣିକି ଛଡ଼େଇ ନେଲା। ତେମେ ଦେଖିନା ବାପ, ଦେଖିଥିଲେ ଦିହ ଧରି ପାରନ୍ତନି। ମଣି ଆଉ ମାଣିକ ଯୋଉଦିନ କଲିକତା ଗଲେ ବାପ, ଘରଦ୍ୱାର ଖାଲି ଅନ୍ଧାର ଦୁଶିଲା। ନୋକା ମା' ହେରିକା ଯେତେ ବୁଝେଇଲେ କାହିଁରେ ହେଲେ ମନ ବସିଲାନି। ତା'ପରେ, ତା'ପରେ ଯୋଉଦିନ ପହିଲୁ କରି ପୁଏ ମୋର ଟଙ୍କା ପଠେଇଲେ ବାବୁ, ଏତେ ଆନନ୍ଦ, ଏତେ ସୁଖ ଜୀବନରେ କେବେ ହେଲେ ପାଇନି। ପୋଡ଼ା କପାଳକୁ ସବୁ ମାଟିରେ ମିଶିଗଲା। ତା ବାଦେ ତା' ବରଷକରେ ନା, ନା, ଛ'ମାସରେ ମାଣିକ ମୋର ବିଦେଶରୁ ଫେରିଲା ନାବନା ହେରିକାଙ୍କ ସାଙ୍ଗରେ। ହେଲେ କଣ ହେଲା ଭାଇକି ନଦେଖି ଘର ତାକୁ ମଶାଣି ପରି ଲାଗିଲା, ବାବୁ, ରାତିରୁ ଉଠି ଯେ ଯାଇଚି ଯେ ଯାଇଚି ଆସି ପନ୍ଦର ବରଷ ହେଲା–ଖାରା ପନ୍ଦର ବରଷ ବାପ, ଖାରା ପନ୍ଦର ବରଷ। ଅନେଇ ଅନେଇ ଆଖି ମୋର ନୋଥରି ଗଲାଣି। ହେଇ, ହେଇ, ତାରି ହାତ ନେଖା, ଛୋଟାଅବଧାନ ପଢ଼ା, ତାହାରି ହରପ ବାପ ତା'ରି ଚିଠି। କଲିକତା ନା, ନା, ଶେଲିଙ୍ଗିରୁ ଦେଇଚି। ପଢ଼ିଲ, ପଢ଼ିଲ